' ପୁଣି ସୁବ୍ରତ ପ୍ରଶ୍ନ କଲେ। 'ସେତେବେଳେ ସେ ଟେଲିଫୋନ୍ରେ କାହା ସହିତ କଥାବାର୍ତ୍ତା ହେଉଥିଲେ। ତା ପରେ ପରେ ସେ ବାହାରକୁ ଚାଲିଗଲେ। ' ଏସ୍. ପି. ସାହେବ ଗଭୀର ମନଯୋଗ ସହକାରେ ସେମାନଙ୍କର କଥାବାର୍ତ୍ତା ଶୁଣୁ ଶୁଣୁ କହିଲେ, 'ତୁ ଫେରିବା ସଙ୍ଗେ ସଙ୍ଗେ ଏ ଘଟଣା ଦେଖି ଥାନାକୁ ଫୋନ୍କରିଥିଲୁ? ' 'ଆଜ୍ଞା! ' 'ଆଉ ତୋ ବାବୁଙ୍କ ପାଖକୁ? ' 'ତାଙ୍କ ନମ୍ବର ମୁଁ ମାଗିଥିଲି। କିନ୍ତୁ ସେ ଲାଇନ ଖରାପ ଅଛି ବୋଲି ନମ୍ବର ମିଳିଲା ନାହିଁ। ' 'ତା'ହେଲେ ତାଙ୍କ ଅଫିସ୍କୁ ଟେଲିଫୋନ୍ ଅଛି? ' 'ଅଛି, ଆଜ୍ଞା! ' 'ତୁ ଆଗରୁ ଆଉ କେବେ ସେଠାକୁ ଟେଲିଫୋନ୍ କରିଥିଲୁ? ' 'ବହୁତ ଥର। ମାଆ ପ୍ରାୟ ଅଧିକ ସମୟ ସେଠାରେ ରୁହନ୍ତି। ଆଉ ଦରକାର ପଡ଼ିଲେ ମୁଁ ସେଠାକୁ ଫୋନ କରେଁ। ' 'ବେଶ୍ ଏଥର ସୁବ୍ରତ ତମେ ରତନକୁ ନେଇ ତଳ ମହଲାକୁ ଯାଅ। ଦେଖ ଯଦି କୌଣସି ସୂତ୍ର ମିଳେ। ଏଇ ସମୟ ଭିତରେ ଆମେ ଏଠାକାର କାମ ଶେଷ କରିଦେଉଛୁଁ। ' ବିନା ପ୍ରତିବାଦରେ ରତନକୁ ନେଇ ସୁବ୍ରତ ସେ ସ୍ଥାନ ପରିତ୍ୟାଗ କଲେ। ତାଙ୍କ ଉପରୁ ଦୃଷ୍ଟି ଫେରାଇ ସେପର୍ଯ୍ୟନ୍ତ ନୀରବ ରହିଥିବା ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି ଏସ୍. ପି. ସାହେବ କହିଲେ, 'ଏଇ ତ ଦେଖୁଛନ୍ତି, ମି: ଶତ୍ରୁଜିତ! ଏଥର କୁହନ୍ତୁ ଜୟନ୍ତୀ କଣ ସ୍ନେହଲତାର ଏଇ ହତ୍ୟାକାଣ୍ଡ ପାଇଁ ଦାୟୀ ନୁହେଁ? ' ତଥାପି ଶତ୍ରୁଜିତ କିଛି କହିଲେ ନାହିଁ। ତାଙ୍କ ଉପରୁ ଦୃଷ୍ଟ ଫେରାଇଆଣି ଅନ୍ୟମାନଙ୍କୁ ବିଭିନ୍ନ ନିର୍ଦ୍ଦେଶକ୍ରମେ ଅନ୍ୟତ୍ର ପଠାଇଦେଇ ଏସ୍. ପି. ସାହେବ ପୁଣି ସ୍ଥିରଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ ରହିଲେ। 'ମି: ଶତ୍ରୁଜିତ! ' 'ମୋତେ କିଛି ପଚାରୁଛନ୍ତି? ' ଭାବଗମ୍ଭୀର ଭାବରେ ଶତ୍ରୁଜିତ କହିଲେ। 'ହଁ, ଆପଣଙ୍କୁ। ମୋର ଅନୁରୋଧ, ଆପଣ ଏଇ ସ୍ପଟ୍ଇନ୍କୁଆରୀ କରନ୍ତୁ। ' ଯୁଗ ଯୁଗର ବିସ୍ମୟ ଯେମିତି ଜମାଟ ବାନ୍ଧିଗଲା ଶତ୍ରୁଜିତଙ୍କ ଚକ୍ଷୁ ସମ୍ମୁଖରେ। ପ୍ରଥମରୁ ଯିଏ ତାଙ୍କୁ ପ୍ରତିନ୍ଦ୍ୱନ୍ଦୀମୂଳକ ମନୋବୃତ୍ତି ନେଇ ପ୍ରତ୍ୟେକ କ୍ଷେତ୍ରରେ ବାଧା ସୃଷ୍ଟି କରି ଚାଲୁଥିଲେ, ସେଇ ଏବେ ତାଙ୍କୁ ସ୍ୱାଧୀନ ଭାବରେ ସ୍ପଟ୍ଇନ୍କୁଆରୀ କରିବାର ସୁଯୋଗ ଦେଉଛନ୍ତି କେମିତି, ତାହା ସେ ଭାବି ପାରୁ ନ ଥିଲେ। ଏସ୍. ପି ସାହେବ ତାଙ୍କ ପାଖକୁ ଆହୁରି ଲାଗିଆସି ତାଙ୍କର କାନ୍ଧରେ ନିଜର ହାତ ରଖି କହିଲେ, 'ଆପଣଙ୍କୁ ଯୋଉ ବ୍ୟବହାର ମୁଁ ଦେଖାଇଥିଲି ତାହା କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ-। ' ତା'ପରେ ଚାରିଆଡ଼ୁ ନିଜର ଦୃଷ୍ଟି ଫେରାଇଆଣି କହିଲେ, 'ସୁବ୍ରତର ଏ ଘଟଣାରେ ପ୍ରବେଶ ବଡ଼ ରହସ୍ୟଜନକ। ତାକୁ ମୁଁ ମୋ ସନ୍ଦେହରୁ ବାଦ ଦେଇପାରୁନାହିଁ। ତେଣୁ ମୋ ଅଜ୍ଞାତରେ ତାକୁ ଆପଣ ଫଲୋ କରିପାରନ୍ତି। ଇମିତି କେତେଗୁଡ଼ିଏ କାରଣ ରହିଛି, ଯୋଉଥିପାଇଁ ମୁଁ ତାକୁ ପାଖରୁ ଦୂରେଇଦେଇ ପାରୁନାହିଁ। ଏଥର ଶତ୍ରୁଜିତଙ୍କ ମୁଖମଣ୍ଡଳରେ ହସର ରେଖା ଦେଖା ଦେଲା। ସେ କିନ୍ତୁ କିଛି କହିବା ପୂର୍ବରୁ ଏସ୍. ପି. ସାହେବ କହିଲେ, 'ଆପଣ ଯେ ଏ ଘଟଣା ତଦନ୍ତ କରିବାପାଇଁ ଆଇ: ଜି: ଙ୍କ ପାଖରୁ ପରମିଶନ ଆଣିଛନ୍ତି ତାହା, ମୁଁ ଜାଣେ। ବେଶ୍, ଏଠାରେ ଆପଣ ଆପଣଙ୍କ ଦାୟିତ୍ୱ ନିଅନ୍ତୁ। ଏ କ୍ଷେତ୍ରରେ ଯେ କୌଣସି ସାହାଯ୍ୟ ଆପଣ ଆଶା କରନ୍ତି ତାହା ଅଲକ୍ଷ୍ୟରେ ପାଇପାରିବେ। ଏସ୍. ପି. ସାହେବଙ୍କ କଥାର ଗୁରୁତ୍ୱ ଶତ୍ରୁଜିତ ବେଶ୍ ହୃଦୟଙ୍ଗମ କରିପାରୁଥିଲେ। ତେଣୁ ଯଥାସମ୍ଭବ ନିମ୍ନ ସ୍ୱରରେ କହିଲେ, 'ମୁଁ ଆପଣଙ୍କର ଉଦ୍ଦେଶ୍ୟ ବୁଝିପାରିଲି। ' 'ବେଶ୍, ଆପଣ ଏଠାକାର ଦାୟିତ୍ୱ ନିଅନ୍ତୁ। ମି: ମହାନ୍ତି ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିବେ। ମୁଁ ସୁବ୍ରତର ଦାୟତ୍ୱ ନେଉଛି। କିନ୍ତୁ ସବୁଥିରେ ମନେ ରଖିଥିବେ ଏ ଘଟଣାର ଚେର ଖୁବ୍ ଗଭୀରରେ। ଆଚ୍ଛା, ମୁଁ ଆସୁଛି। ' ଏସ୍. ପି ସାହେବ ଚାଲିଗଲେ। ତାଙ୍କ ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ ଏପର୍ଯ୍ୟନ୍ତ ଉଭୟଙ୍କର କଥୋପକଥନକୁ ଗଭୀର ରହସ୍ୟର ଦୃଷ୍ଟି ଦେଇ ଶୁଣୁଥିବା ତନ୍ମୟଙ୍କୁ କହିଲେ, 'ଏହା ବି ଗୋଟିଏ ଚାଲ ହୋଇପାରେ, ତନ୍ମୟ! ତଥାପି ଏହା ଆମ ପକ୍ଷରେ ସୁବର୍ଣ୍ଣସୁଯୋଗ। ' ମିସେସ୍ ପାତ୍ରଙ୍କର ଶବ ଉପରୁ ଦୃଷ୍ଟି ଫେରାଇଆଣି ତନ୍ମୟ କହିଲେ, 'ଅସମ୍ଭବ ନୁହେଁ। କିନ୍ତୁ ସୁବ୍ରତର ଏ ଘଟଣାରେ କିଛି ସ୍ୱାର୍ଥ ଥିଲା ଭଳି ମୋର ମନେ ହୁଏ ନାହିଁ। ତଥାପି ଆଜିକାର ଉପସ୍ଥିତ ମୋତେ କେମିତି ସନ୍ଦେହଜନକ ମନେହୁଏ।